ମୁଁ ଜାଣେ ଆପଣମାନଙ୍କ ଗ୍ରହରେ ସୁନା ସବୁଠାରୁ ମୂଲ୍ୟବାନ ଧାତୁ। ଏହା ସାହାଯ୍ୟରେ ଆପଣମାନଙ୍କର ବାଣିଜ୍ୟ କାରବାର ଚାଲେ, ମୁଦ୍ରା ବିନିମୟ ଚାଲେ। ଯେଉଁ ସୁନା ଆପଣମାନଙ୍କ ଗ୍ରହରେ ଏତେ ମୂଲ୍ୟବାନ, ତାହାକୁ ଆପଣମାନେ ଏହି ସହରର ଗୋଟାଏ ଅଂଶରେ ଏମିତି ଖୋଲା ଭାବରେ ଜମା କରିଛନ୍ତି କାହିଁକି? ଯେ ଇଚ୍ଛା କରିବ, ସେ ତ ଘେନି ଆସିପାରିବା ହେଇ, ଆପଣମାନେ ତ ଦେଖିଲେ ମୁଁ ଗଲି, ସିଧାସଳଖ ସୁନାଇଟା ଧରି ଚାଲିଆସିଲି। ରାଷ୍ଟ୍ରର କୌଣସି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ଏମିତି ଅବହେଳା କରି ରଖିବା କ'ଣ ଉଚିତ? ଆପଣମାନଙ୍କ ଏ ନିଉୟର୍କ ସହର ପରିକ୍ରମା କରି ଆସିଲି, ସହରଟି ବହୁ ବଡ଼ ବଡ଼ କୋଠାରେ ପୂରିଯାଇଛି। ମୋତ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଘରଗୁଡ଼ିକ ପୂରାପୂରି ମେଲା, ଏ ଦେଶରେ ବୋଧହୁଏ, ଘରଗୁଡ଼ିକୁ ଆବଦ୍ଧ କରିବା ଦରକାର ପଡ଼େନି। ମୁଁ ଏବେ ସେହି ବଡ଼ କୋଠାପାଖରୁ ଆସିଲି। ଆପଣମାନେ ତାକୁ କ'ଣ କହୁଛନ୍ତି, ଏମ୍ପାୟାରଷ୍ଟେଟ୍ ବିଲଡିଂ। ସେହି କୋଠାଟିକୁ ଦେଖିବାକୁ ବହୁଲୋକ ଭୂମି ଉପରେ ଛିଡ଼ା ହୋଇଛନ୍ତି। କୋଠାଟି ତ ଚାରିଆଡ଼େ ମେଲା, ଯେ ଇଚ୍ଛା କରିବ, ସେ ଯେ କୌଣସି ତାଲାକୁ ଯାଇପାରିବ। ମୁଁ ତ ଏହାର ତଳୁ ଉପର ପର୍ଯ୍ୟନ୍ତ ସବୁ ତାଲାକୁ ଚାଲିଗଲି। ମୋତେ ତ କିଛି ଅସୁବିଧା ଲାଗିଲାନି। ମୁଁ ଲକ୍ଷ୍ୟ କରୁଥାଏ, ଲୋକେ ମୋ ଭଳି ସୁବିଧାରେ ଏ ତାଲା ସେ ତାଲା ଯା-ଆସ ନ କରି ଗୋଟାଏ କ'ଣ ଯନ୍ତ୍ର ସାହାଯ୍ୟରେ ଉପରତଳ ହେଉଥାନ୍ତି। ସେ ଯନ୍ତ୍ରଟିର ଆବଶ୍ୟକତା କଅଣ ମୁଁ ଏ ପର୍ଯ୍ୟନ୍ତ ବି ଧରିପାରିନି। ମୁଁ ସେଠୁଁ ଆସୁଁ ଆସୁଁ ଦେଖିଲି ତଳକୁ ରାସ୍ତାଟିଏ ଯାଇଛି। କିଛି ନ ଜାଣି ସେହି ରାସ୍ତାରେ ଗଲି। ତଳକୁ ଯାଇଦେଖିଲି ଏହି ଭଳି ସୁନାଇଟା ସବୁ ଥାକ ଥାକ ହୋଇ ଥୁଆ ହୋଇଛି। ମୁଁ ଜାଣେ ଏ ଧାତୁ ଆପଣମାନଙ୍କ ଗ୍ରହରେ ମୂଲ୍ୟବାନ। ତେବେ ସେଗୁଡ଼ିକ ଏଠି ଏମିତି ଖୋଲାଭାବରେ କାହିଁକି ଥୁଆହୋଇଛି ଜାଣିପାରିଲିନି-। ଆପଣମାନଙ୍କୁ ପଚାରିବା ପାଇଁ ଏହି ଇଟା ଦୁଇଟିକୁ ସଙ୍ଗରେ ଘେନିଆସିଲି। ଆମ ଦେଶରେ ଏ ଧାତୁ ନ ଥିଲେ ହେଁ ଏଭଳି ଏକ ଧାତୁ ଅଛି। ଉପରକୁ ଦୁଇଟିଯାକ ସମାନ ଦିଶୁଥିଲେ ହେଁ ଏଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ରହିଛି। ଆପଣମାନେ ଆମଦେଶର ସେ ଧାତୁକୁ ଦେଖିଲେ ଜାଣିପାରନ୍ତେ। ଆପଣମାନଙ୍କ ସହରରେ ଗୁଡ଼ାଏ ଗାଡ଼ି ଚାଲୁଥିବାର ଦେଖିଲି। ଏଗୁଡ଼ାକ ଆମ ଦେଶର ଗାଡ଼ିଠାରୁ ଢେର ଅଲଗା। ଏ ସହରର ସବୁ କିଛି ଆମ ଗ୍ରହଠାରୁ ଅଲଗା-। ମୋତେ ସବୁ ଅଡ଼ୁଆ ଅଡ଼ୁଆ ଲାଗୁଛି। ମୁଁ ଏ ସହରର ଚଳଣି ମୋଟେ ବୁଝି ପାରୁନି। '' ''ହଁ, ଆଉ ଗୋଟିଏ କଥା, ମୋତେ ଅତିଥିଶାଳାରେ ଲୋକେ ବୋକାଙ୍କ ଭଳି ଜଗି ରହିଛନ୍ତି କାହିଁକି? ଆପଣମାନେ କ'ଣ ଭାବୁଛନ୍ତି ମୁଁ କେଉଁଆଡ଼େ ପଳାଇଯିବି? ମୁଁ ତ ସେମିତି କିଛି ଉଦ୍ଦେଶ୍ୟ ନେଇ ଆସିନି। ଆଉ ମୋତେ ପୁଣି ଆଶ୍ଚର୍ଯ୍ୟ ଲାଗୁଛି ଅତିଥିଶାଳାରୁ ବାହାରକୁ ଯିବାକୁ ଅସଂଖ୍ୟ ବାଟ ତ ଅଛି। ଯେଉଁ ଆଡ଼କୁ ଚାହିଁବ, ବାଟ ପଡ଼ିଛି। ଘରଗୁଡ଼ାକ ପୁଣି ତ ପୂରାପୂରି ମେଲା। ଅତିଥିଶାଳାରୁ ବାହାରି ପଳାଇବା ପାଇଁ ଶହ ଶହ ବାଟ ଥାଉ ଥାଉ ମାତ୍ର ଦୁଇଟି ବାଟରେ ଲୋକେ ଜଗିଛନ୍ତି କାହିଁକି? ଆପଣମାନଙ୍କ ପ୍ରହରୀଗୁଡ଼ାକ ବୋକା ନା କଅଣ? ମୋତେ ଏସବୁ ଆଶ୍ଚର୍ଯ୍ୟ ଲାଗୁଛି। ମୁଁ କିଛି ବୁଝିପାରୁନି। ହେଉ ମୁଁ ଆପଣମାନଙ୍କର ଯଥେଷ୍ଟ ସମୟ ନେଲିଣି; ଏବେ ଯାଉଛି। '' କହୁ କହୁ ରାଷ୍ଟ୍ରଦୂତ ହଠାତ୍ ଅଦୃଶ୍ୟ ହୋଇଗଲା। ନିରାପତ୍ତାପରିଷଦର ସଦସ୍ୟମାନେ ତାଟଙ୍ଗା ହୋଇ ରାଷ୍ଟ୍ରଦୂତ ଯେଉଁଠି ଅନ୍ତର୍ଦ୍ଧାନ ହୋଇଗଲା, ସେହି ଆଡ଼କୁ ଅନାଇ ରହିଥାନ୍ତି। କାହା ମୁହଁରେ ଭାଷା